ତେଣୁ ଦୁଇ ମାସ ଭିତରେ ଲୁସି ଆପଣ ମାନଙ୍କଠାରୁ ଫେରି ଆସିବାର ବିଚିନ୍ତ୍ରତା କଅଣ ମୁଁ ବୁଝି ପାରୁନି। 'କିନ୍ତୁ ଏ କେମିତି ହେବ? '' ମୁଁ କହିଲି, ''ଆପଣମାନଙ୍କ ଯାନ ଯେଡ଼େ ଶକ୍ତିଶାଳୀ ହେଲେ ବି ଆଲୋକର ବେଗଠାରୁ ଅଧିକ ବେଗରେ ଯାଇପାରିବ କି? ଆପେକ୍ଷିକ ତଥ୍ୟ–'' ''ଆପଣ ହସାଇଲେ ବୈଜ୍ଞାନିକ, ହସାଇଲେ। '' ମୋ ମୁହରୁ କଥା ଛଡ଼ାଇ ନେଇ କହିଲେ, ଆପଣମାନେ ଯେ କେଉଁ ଯୁଗର କଥା କହୁଛନ୍ତି, ମୁଁ ବୁଝି ପାରୁନି। ଆପଣମାନେ ଏମିତି ପୁରୁଣାକାଳିଆ ତଥ୍ୟକୁ ନେଇ ଗବେଷଣା ଚଳାଇଛନ୍ତି। ଆପଣମାନେ ଯେଉଁ ଆପେକ୍ଷିକ ତଥ୍ୟ କଥା କହୁଛନ୍ତି, ତାହା ଯେ ପୂରାପୂରି ପ୍ରମାଦପୂର୍ଣ୍ଣ ଆମେ ବହୁ ଦିନରୁ ପ୍ରମାଣ କରି ସାରିଲୁଣି। ବିଶ୍ୱର କୌଣସି ବସ୍ତୁର ବେଗର କିଛି ସୀମା ନାହିଁ। ଆଲୋକର ବେଗଠାରୁ ଅଧିକ ବେଗରେ ଯିବା କୌଣସି ବସ୍ତୁ ପକ୍ଷରେ ସମ୍ଭବ ନୁହେଁ ବୋଲି ଯେଉଁ ତଥ୍ୟ ଆପଣଙ୍କ ପୃଥିବାରେ ପ୍ରଚାରିତ ହୋଇଛି, ସେଟା ପୂରାପୂରି ଭୁଲ୍। ବସ୍ତୁ ଅବସ୍ଥାଚନ୍ତ୍ରରେ ଯେ କୌଣସି ବେଗରେ ଯାଇପାରେ। ବେଗର କିଛି ସୀମା ନାହିଁ। ଏହି ଦେଖନ୍ତୁ, ଆମେ ଆପଣଙ୍କଠାକୁ ଆସିଛୁ, ଆଲୋକବେଗରେ ବହୁ ଗୁଣ ବେଗରେ। ସେଥିପାଇଁ ସିନା ଆମେ ମାସକ ଭିତରେ ଏଠାରେ ଆସି ପହଞ୍ଚି ପାରିଛୁ। '' ଏହି ସମୟରେ ସେହି ଭାସମାନେ ସହର ଭିତରୁ ଲୁସି ବାହାରି ଆମ ଆଡ଼କୁ ଧୀରେ ଧୀରେ ଆସିଲା। ଲୁସିକୁ ଦେଖି ମୁଁ ସ୍ଥିର ହୋଇ ରହିପାରିଲିନି। ଲୁସି ଆସି ସେହି ଯୁବକର ପଶ୍ଚାତ୍ ଭାଗେ ଠିଆହେଲା। ଦେଖିଲି ଲୁସିର ମୁହଁ ଶୁଖି ମଳିନ ପଡ଼ିଯାଇଛି। ସେ ଯେମିତି ସେମାନଙ୍କ ଦ୍ୱାରା ବନ୍ଦୀ, ସେହିଭଳି ଅନୁଭବ କଲା ଭଳି ଜଣା ପଡ଼ୁଥାଏ ତା ମୁହଁରୁ। ଜୀବନର ଏତେ ପ୍ରିୟ ଲୁସିର ଏ ଅବସ୍ଥା ଦେଖି ମୁଁ ନିଜକୁ ସମ୍ଭାଳି ପାରିଲିନି। ଲୁସି ଆଡ଼କୁ ଉପକ୍ରମ କରିଛି, ଯୁବକଟି ମୋତେ ସାବଧାନବାଣୀ ଶୁଣାଇ କହିଲା, ''ଆପଣ ଆଉ ଆଗକୁ ଯିବାକୁ ଅଗ୍ରସର ହୁଅନ୍ତୁନି ବୈଜ୍ଞାନିକ, ମୋ ନିକଟର ହେଲେ ଆପଣଙ୍କ ବିକର୍ଷଣ ଫଳରେ ମୁଁ ନିଜକୁ ସମ୍ଭାଳି ନେଇ ଆପଣଙ୍କୁ ରକ୍ଷା କରି ପାରିବି, କିନ୍ତୁ ଲୁସି ବିଚାରୀକୁ ସେ ସବୁ କିଛି ଜଣା ନାହିଁ। ଆପଣ ଯଦି ଅଧିକ ଆଗେଇ ଯାନ୍ତି, ତେବେ ସେ ନିଜକୁ ସମ୍ଭାଳି ନ ପାରି ନିଜେ ତ ପାଇଯିବ, ସେଥିସହ ଆପଣ ବି। ବସ୍ତୁ ଓ ପ୍ରତି ବସ୍ତୁର ନ୍ୟୂନତମ ନିରାପଦ ବ୍ୟବଧାନ ଆପଣ ଜାଣି ନ ଥିବାରୁ ଆଉ ଆଗକୁ ଅଗ୍ରସର ହେବାକୁ ଚେଷ୍ଟା କରନ୍ତୁନି। ଯୁବକର କଥାରେ ମୁଁ ଆହୁରି ଅସ୍ଥିର ହୋଇ ପଡ଼ିଲି। ଆଖି ଆଗରେ ମୋର ପ୍ରିୟତମା ଲୁସିକୁ ଦେଖି ତା'ର ନିକଟର ହୋଇପାରିବିନି ଭାବି ପାଗଳ ହୋଇଉଠିଲି? ଲୁସିକୁ ଦେଖି ମୁଁ ଏତେ ଦୁର୍ବଳତା ଅନୁଭବ କରୁଥିଲି ଯେ ସେଭଳି ମୁହୂର୍ତ୍ତରେ ମୋର କ'ଣ କରିବା ଉଚିତ୍ ଭାବିବାକୁ ମୋ ମନରେ ବଳ ନ ଥିଲା। କିଛି ସମୟ ପରେ ଲୁସି ସହ ସେମାନେ ସେମାନଙ୍କ ଗ୍ରହକୁ ଫେରି ଯାଉଛନ୍ତି ବୋଲି କହି ଆମଠାରୁ ବିଦାୟ ନେଲେ। ଯୁବକଟି ବିଦାୟ ନେଇ ସେହି ଭାସମାନ ସହର ଭିତରକୁ ଚାଲିଗଲା। ଲୁସି କେବଳ ରହିଗଲା ମୋଠାରୁ ଶେଷ ବିଦାୟ ନେଇ ଯିବ ବୋଲି। ଲକ୍ଷ୍ୟ କଲି, ଲୁସିର ଆଖି ଲୁହରେ ଭରିଯାଇଛି। ଦୁଃଖରେ ସେ ଏଭଳି ବାଷ୍ପରୁଦ୍ଧ ହୋଇ ଯାଇଥାଏ ଯେ ତା ପାଟିରୁ କଥା ବାହାରୁ ନ ଥାଏ ଲୁସି ବର୍ତ୍ତମାନ ମୋ ଆଗରୁ ଚାଲିଯିବ, ମୁଁ ତାକୁ ଆଉ ଦେଖିପାରିବିନି, ଭାବିଲାବେଳକୁ ମୋ ଆଖିରେ ଲୁହ ରହିଲାନି। ଲୁସି କ'ଣ ସତେ ପୁଣି ବସ୍ତୁରେ ପରିଣତ ହୋଇ ପୃଥିବୀକୁ ଫେରିବ,